ସାଙ୍ଗେସାଙ୍ଗେ ବେହୋସ। ସିଂହ ସାହେବଙ୍କ ଉପରକୁ କୁଦି ପଡ଼ିଥିଲା; ମାତ୍ର ସାହେବ ଏପରି ପଡ଼ିଯିବାରୁ ବୋଧହୁଏ ତା' ମନ ଫିକା ପଡ଼ିଗଲା। ସେ ଥରେ ସାହେବଙ୍କ ସର୍ବାଙ୍ଗ ଶୁଙ୍ଘି ଦେଇଗଲା, ତା'ପରେ ଠିଆହୋଇ ସାହେବଙ୍କ ଆଡ଼କୁ କଟମଟ କରି କିଛି ସମୟ ଚାହିଁଲା। ତା' ମୁହଁରୁ ଜଣାପଡ଼ୁଥିଲା, ସତେ ଯେପରି ସେ କହୁଛି, 'ଛି! ଏଇ ତ ବୀରତ୍ୱ! ' ଖାଲି ସେତିକି ନୁହେଁ। ସିଂହ ତ ସେଠାରୁ ବଣକୁ ଚାଲିଗଲା। ସାହେବ ଗୁଳିରେ ମାରିଥିବା ସେ ଜେବ୍ରାଟାକୁ ବି ଖାଇଲା ନାହିଁ। ଥରେ କେବଳ ତା' ଆଡ଼କୁ ଚାହିଁଦେଇ ବଣ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ସେହିଦିନଠାରୁ ସେ ସାହେବ ଆଉ କେବେ ସିଂହ ଶିକାର କରିବାକୁ ମନ ବଳାଇ ନ ଥିଲେ। ଉଆମ୍ବାଠାରୁ ଏ ଗପ ଶୁଣିଲେ, ତଥାପି ଜୋହାନ୍ସବର୍ଗଙ୍କର ସିଂହ ଶିକାର ନିଶା ଗଲା ନାହିଁ। ସୁବିଧା ପାଇଲେ ସିଂହ ଶିକାର କରିବାକୁ ଯିବେ ବୋଲି ଠିକ୍ ହେଲା। ଦିନେ ଜୋହାନ୍ସବର୍ଗ ଖବର ପାଇଲେ ଯେ, ବଣ ଭିତରେ ଥିବା ଗୋଟାଏ ଗାଁ ଭିତରକୁ ମଝିରେ ମଝିରେ ସିଂହ ଆସେ। ସେ ଗାଁରୁ ମଣିଷ, ପଶୁ ପ୍ରଭୁତି ମାରି ଖାଏ। ସାହେବ ଉଆମ୍ବାକୁ ସାଙ୍ଗରେ ଧରି ବଣର ସେହି ଗାଁକୁ ଗଲେ। ସାହେବ ଭଲ ବନ୍ଧୁକ ଓ ବହୁତ ଗୁଳି ସାଙ୍ଗରେ ନେଇଥାଆନ୍ତି। ଉଆମ୍ବା ସାହେବଙ୍କୁ ନ ଜଣାଇ ଦୁଇଟା ପାହାଡ଼ ଫଟା ବୋମା ନିଜ ବକ୍ସ ଭିତରେ ପୂରାଇ ନେଇଯାଇଥାଏ। ଗାଆଁଟା ନିବିଡ଼ ବଣ ଭିତରେ ଗୋଟାଏ ପାହାଡ଼ ତଳେ। ଲୋକେ ସ। ହେବଙ୍କୁ ଦେଖି ବଡ଼ ଖୁସି ହୋଇଗଲେ। ଗାଁ ଠାରୁ ଖଣ୍ଡେଦୂରରେ ପାହାଡ଼ମୂଳରେ ସିଂହ ଶିକାର କରିବା ଠିକ୍ ହେଲା। ଗୋଟିଏ ଗଛ ଉପରେ ମଞ୍ଚା ବାନ୍ଧି ସାହେବ ବସିଲେ। କିଛି ଦୂରରେ ଆଉ ଗୋଟିଏ ଗଛ ଉପରେ ମଞ୍ଚାରେ ଉଆମ୍ବା ରହିଲା। ସେ ଗାଆଁର କେତେକ ସାହସୀ ଲୋକ ମଧ୍ୟ ଆଖପାଖ ଗଛ ଉପରେ ବସିରହିଲେ। ତଳେ ଗୋଟିଏ ବଡ଼ ଷଣ୍ଢ ବନ୍ଧା ହୋଇଥାଏ। ତାକୁ ଖାଇବା ପାଇଁ ସିଂହ ଆସିଲେ, ସାହେବ ଗୁଳି କରିବେ ବୋଲି ଠିକ୍ ହୋଇଥାଏ। କ୍ରମେ ରାତି ଦୁଇ ପହର ହେଲା। ବଣରେ ଏତେ ମଶା ଯେ, ସାହେବ ଥୟ ହୋଇ ବସିପାରୁନାହାନ୍ତି।। ତଥାପି ସ୍ୱରଶବ୍ଦ ନ କରି ସବୁ କଷ୍ଟ ସହି ବସିଥାଆନ୍ତି। ଏକଧ୍ୟାନରେ ଷଣ୍ଢ ବନ୍ଧା ହୋଇଥିବା ଜାଗାକୁ ଚାହିଁ ରହିଥାଆନ୍ତି। ବସି ବସି ଟିକିଏ ଛାଇଦିନ ଲାଗିଆସିଛି; ତଳୁ ଖେଁ ଖାଁ ଶବ୍ଦ ଶୁଣାଗଲା। ସାହେବ ଚମକି ପଡ଼ି ଆଖି ଫିଟାଇଲେ। ଚାହିଁ ଦେଖିଲେ, ଗୁଡ଼ାଏ ଗଧିଆ ସେ ଷଣ୍ଢ ପାଖରେ ରୁଣ୍ଡ ହୋଇଛନ୍ତି; ନିଜ ଭିତରେ କଳି ଲଗାଇ କାମୁଡ଼ା କାମୁଡ଼ି ହେଉଛନ୍ତି। ସାହେବ ଗୁଳି କରିବେ ବୋଲି ଠିକ୍ କଲେ; ମାତ୍ର ମନରେ ଭାବିଲେ, ବନ୍ଧୁକ ଶବ୍ଦ ଶୁଣିଲେ ସିଂହ ହୁଏତ ଆସିବ ନାହିଁ। ଯଦି ଗୁଳି ନ କରିବେ, ତେବେ ଏତେଗୁଡ଼ାଏ ଗଧିଆ ଦୁଇ ତିନି ଘଣ୍ଟା ଭିତରେ ଷଣ୍ଢଟାକୁ ମାରି ଖାଇଯିବେ। ଏଠାରେ ଉପାୟ କଅଣ? ଏହିପରି ଭାବୁଥାଆନ୍ତି, ଅଳ୍ପ ଦୂରରେ ଗୋଟାଏ ଗର୍ଜନ ଶୁଭିଲା। ଗଧିଆଗୁଡ଼ାକ ସେ ସ୍ଥାନ ଛାଡ଼ିଦେଇ ଏକଧ୍ୟାନରେ ସେହି ଆଡ଼କୁ ଚାହିଁ ରହିଲେ। ମୁହୂର୍ତ୍ତକ ପରେ କିଏ କୁଆଡ଼େ ପଳାଇଗଲେ। ସାହେବ ଦେଖିଲେ, ସାଙ୍ଗେ ସାଙ୍ଗେ ଗୋଟାଏ ମସ୍ତ ବଡ଼ ସିଂହ ଆସି ଷଣ୍ଢ ଉପରକୁ କୁଦି ପଡ଼ିଲା। ମୁହଁରେ ଷଣ୍ଢ ବେକ ମୂଳ କାମୁଡ଼ି ରକ୍ତ ପିଇଲା। ସେତେବେଳେ ତା' ବେକର କେଶରସବୁ ଫୁଲି ଉଠିଥାଏ, ଆଖି ଦୁଇଟା ଟର୍ଚ୍ଚବତୀ ପରି ଜଳୁଥାଏ। ସାହେବ ଗୁଳି କରିବାକୁ ବନ୍ଧୁକ ଉଠାଉଚନ୍ତି, ଏହି ସମୟରେ ପୁଣି ଗୋଟାଏ ଗର୍ଜନ ଶୁଣାଗଲା। ସାହେବ ଚମକି ପଡ଼ି ବନ୍ଧୁକରୁ ଆଖି ଫେରାଇ ତଳକୁ ଚାହିଁଲେ। ଦେଖିଲେ, ଆଉ ଗୋଟାଏ ସିଂହ ଆସି ହଜାର। ଛୋଟ ପିଲା ସ୍କୁଲରେ 'ନୀଲ ଡାଉନ ' ହୋଇ ବସିଲା ପରି ଆଗ ଆସିଥିବା ସିଂହ ପାଖରେ ସେ ବସିରହିଛି। ସାହେବ କଅଣ କରିବେ ଭାବୁଛନ୍ତି-ଗର୍ଜନ କରି ପୁଣି ଗୋଟାଏ ସିଂହ ଆସି ପହଞ୍ଚିଗଲା। ପ୍ରାୟ ଅଧଘଣ୍ଟାକ ଭିତରେ ତା' ପଛକୁ ତା' ପଛ ଲାଗି ଦଶଟା ସିଂହ ସେଠାକୁ ଆସିଲେ-। ଷଣ୍ଢର ଚାରିପାଖରେ ଘେରି ସମସ୍ତେ ବସିପଡ଼ିଲେ। ସେତେବେଳକୁ ସାହେବଙ୍କ ହାତ ଅଚଳ ହୋଇଗଲାଣି। ଦେହରୁ ଗମଗମ ଝାଳ ନିଗିଡ଼ି ପଡ଼ୁଛି। ପ୍ରଥମେ ଯେଉଁ ବଡ଼ ସିଂହଟା ଆସିଥିଲା, ସେ ଷଣ୍ଢର ମୁଣ୍ଡଟାକୁ ଏକାଥରକେ ଦାନ୍ତରେ ଝୁଣି ଛିଡ଼ାଇ ପକାଇଲ।